ଆର ଛୁଆଟି ଧୂଳିରେ ଗଡ଼ୁଚି ମା' ତାହାର କେବଳ ଗୋଡ଼ଟା ଉପରେ ହାତ ରଖି ଧରିଚି। କାଳେ, ନଈକୁ ଗଡ଼ିଯିବ? ନନ୍ଦଙ୍କ ମନ ପରଦାରେ ଭାସି ଉଠିଲେ ସୁମି-ମା'। ସୁମି-ମା' ବିରକ୍ତିମିଶା ଗଳାରେ କହୁଛନ୍ତି–କ'ଣ କରୁଛ ଏତେବେଳଯାଏଁ। ସକାଳପହରୁ ଗଲଣି; ସାଙ୍ଗେ ସାଙ୍ଗେ ଆସିବ ବୋଲି ଆସି ଛାଇ ଲେଉଟିଲା, କି କଥା ଏ ତମର? ଛୁଆଟା ଏଣେ ଅଝଟ ହୋଇ ଧୂଳିରେ ଗଡ଼ି ଯାଉଚି, ଲୁହ ସରସର ହୋଇ କାନ୍ଦୁଛି ସେଥିକି ତମର ଖିଆଲ ରହୁନାଇଁ କାହିଁକି? ତମର ଟିକିଏ ହେଲେ ହୃଦୟ ନାହିଁ। କିଏ ତମକୁ ବାପ କଲାମଁ? '' ନନ୍ଦେ ଅସ୍ଥିର ହୋଇ ଉଠିଲେ–ସୁମି-ମା, ଅପମାନ ଦିଅ ନାଇଁ। ପୁରୁଷ ହେଲେ ବି ପ୍ରକୃତିକୁ ଜୟ କରିବାର ସାଧ୍ୟ କ'ଣ ମୋର ଅଛି? ନା–ନା, ସୁମି-ମା ଠିକ୍ କହିଚ–ବାପ ହେବାର ଯୋଗ୍ୟ ମୁଁ ନୁହେଁ। ଛୁଆକୁ ନ ଦେଇ କେହି କ'ଣ ଆଗେ ଆଗେ ଖାଇଦିଏ। ପକ୍ଷୀ ସମାଜଠାରୁ ଏତକ ବି ଶିଖିବାର ଅଛି। କ'ଣ ନ କରନ୍ତି ସେମାନେ? କେଉଁ ଦୂରଦୂରାନ୍ତରୁ ଉଡ଼ି ଉଡ଼ି ଥଣ୍ଟରେ ଫଳ ନେଇ ଆସନ୍ତି ଶିଶୁ ବିହଗଟି ଲାଗି–ବାପ, ମା କେଡ଼େ ଆନନ୍ଦରେ ଖୁଆଇ ନ ଦିଅନ୍ତି ଛୁଆଙ୍କୁ-? ତାଙ୍କର ରାଗ ହେଲା ଚନ୍ଦ୍ର ଉପରେ। ସେଇ ତାଙ୍କୁ ଜବରଦସ୍ତି ଖୋଇ ଦେଇଚି। ସେଇଗୁଡ଼ିକ ଏବେ ବିଷ ହୋଇଗଲାଣି ପେଟରେ। କେଡ଼େ ଅଧର୍ମୀ ଜୀବ ସେ? ସବୁଦିନେ କି ରାତି କି ଦିନ ସେ ତ ଆଗ ଖାଉଛନ୍ତି। ରାତିରେ ଦୋବଲରୁ ଫେରିବା ଯାଏଁ ବି ସୁମି ମା ଚାହିଁଥାନ୍ତି-। ସୁମି ଶୋଇ ପଡ଼ିଥାଏ। ସୁମି-ମା ନ ଖାଇ ସେଇମିତି ଚାହିଁଥାନ୍ତି ତାଙ୍କରି ଆସିବା ପଥକୁ। ସେ ଫେରିଲେ, ଖାଇସାରିଲେ ପାନ ଭାଙ୍ଗିଦିଏ ସୁମି-ମା। ନନ୍ଦଙ୍କୁ ଅଧା ନିଦ ଲାଗି ଆସିଲାବେଳେ ସୁମି-ମା ଭାତ ଖାଉଥାନ୍ତି। ସ୍ତ୍ରୀ ବୋଲି, ହାତ ଧରିଚି ବୋଲି ସ୍ୱାମୀପାଇଁ କି ତ୍ୟାଗ ନ କରୁଛି ଏଇ ନାରୀ। ହୁଏତ ରାମାନନ୍ଦେ ଦିନେ ହେଲେ କହି ନାହାନ୍ତି–ଆସ ସାଙ୍ଗରେ ଖାଇବା। ମୁଁ ତୁମର ପ୍ରିୟ ହେଲେ, ତୁମେ ମୋର ପ୍ରିୟା। ସାନ କିଏ ବଡ଼ କିଏ ମୁଁ ଜାଣେ ନାଇଁ। ସୃଷ୍ଟିକୁ ଦୁଇଜଣଙ୍କର ଦାନ ସମାନ। ତେବେ, କାହିଁକି ଜଣେ ଅନ୍ୟ ଜଣଙ୍କର ଦାସୀ ହେବ? ସେବା କରିବା ବେଳେ ସ୍ତ୍ରୀର କର୍ତ୍ତବ୍ୟ ନୁହେଁ, ସ୍ୱାମୀର ବି। ଉଭୟେ ଉଭୟଙ୍କର ସେବକ। ଜଣେ ଦେହ ହେଲେ ଆଉ ଜଣେ ଦେହରେ ଜୀବନ। ଜଣେ ସ୍ତନ ହେଲେ ଆଉ ଜଣେ ସ୍ତନ୍ୟ। ଜଣେ ନ ଖାଇଲେ ଆଉ ଜଣେ କିଆଁ ଖାଇବ? ଅଗ୍ନିକୁ ସାକ୍ଷୀକରି ଦୁହେଁ ପରା ଏକାତ୍ମାବ୍ରତ କରିଛନ୍ତି। ଆଜିପରି ଅଶୁଭ, ବିପଦର ଦିନଗୁଡ଼ିକରେ ଅତିକମରେ ତାଙ୍କର ନିଜେ ନ ଖାଇ ସୁମି-ମାକୁ ପ୍ରଥମେ ଦେବା ଉଚିତ ଥିଲା। ନନ୍ଦେ ଜନିକୁ ଦୋଷୀ ମନେ କଲେ। ସେଇଠି ବସିଛନ୍ତି ତ ସେମାନେ? କୁଦାଟା ବୁଡ଼ି ନାହିଁ ତ? ରାମାନନ୍ଦେ ଦଉଡ଼ିଲାପରି ଚାଲିଲେ। କଣ୍ଟାମାରିସି ବୁଦାଗୁଡ଼ାକୁ ସେ ମାନୁ ନାହାନ୍ତି। ଦିନ ଝିମେଇ ଆସିଲାଣି। ବନ୍ଧ ଉପରେ ଅନେକ ଲୋକ। ଗାଁଟା ଯାକର ବୁଢ଼ୀ–ବୁଢ଼ା–ଛୁଆ ଟୋକା ନିର୍ଜୀବ ଭଳି ବସିଛନ୍ତି। ବନ୍ଧ ତାଙ୍କର ଏକମାତ୍ର ବାସସ୍ଥାନ ସାଜିଛି। ଘର ନାହିଁ, ଚୁଲି ନାହିଁ। ଶିଶୁଙ୍କ ବିକଳ କାନ୍ଦଣା କିନ୍ତୁ ଅଛି, ଅଛି ବି ଅଝଟ। କିନ୍ତୁ ନାହିଁ ମା'ର ବୋଧକଲା ଶକ୍ତି, ଉପାଦାନ, ସାମର୍ଥ୍ୟ। ନଈ ପାଖରେ ଉଦର ପତେଇ ସମସ୍ତେ ପଙ୍ଗୁ ପାଲଟି ଯାଇଛନ୍ତି। ନନ୍ଦଙ୍କୁ ସେଇବାଟ ଦେଇ ଯିବାକୁ ହେବ। ତା'ଭିତରୁ ଜଣେ ବଳୁଆ ଟୋକା ନନ୍ଦଙ୍କୁ ବାରମ୍ବାର ଚାହୁଁଚି। ମନେ ହେଉଛି–ଯେମିତି ନନ୍ଦଙ୍କଠାରୁ ଖାଇବା ଜିନିଷତକ ହାପୁଲା ମାରି ଛଡ଼େଇ ନେବ। ଆଖି ବଡ଼, ବଡ଼–ଲାଲ, ଦେହ କଳାମଚମଚ। ମୁଣ୍ଡରେ ବୋଝେ ନୁଖରା ବାଳ। ନନ୍ଦେ ଭୟରେ ବେଗ କମେଇ ଦେଲେ, ଏଣେତେଣେ ଅନେଇଲେ–ଅନ୍ୟବାଟରେ ଖସି ଯିବାକୁ ଉପାୟ ଅଛି କି ନାହିଁ ଦେଖିବାକୁ। ହେଲେ, ଦ୍ୱିତୀୟ ପନ୍ଥା ନାସ୍ତି। ବାମପଟେ ନଈ, ଡାହାଣପଟେ ବନ୍ୟାପ୍ଳାବିତ ଗ୍ରାମ। ଘଳ-ଘଳ କରି ଉଭୟ ପଟରେ ସୁଅ। ମଝିରେ ରାସ୍ତା କେବଳ ଅଣଓସାରିଆ ବନ୍ଧ। ଡାହାଣକୁ ଗଲେ ବି ଅଳ୍ପ ପାଣି ହେତୁ ଦଉଡ଼ି ଦଉଡ଼ି ଦୁଷ୍ଟ ଧରି ପକେଇବ। ତେବେ ଉପାୟ? ନା, ସେ କ'ଣ ସତରେ ଏମିତି ଛଡ଼େଇ ନେବାକୁ ଆସିବ? ସେ କାହିଁକି ଜାଣିବ ମୁଁ କଣ ନେଉଚି।